ବିଶେଷତଃ ବୁଢ଼ୀ ଚାକରାଣୀ ପଞ୍ଚେଇ ମାରିବାଦିନୁ ସାରା ପରିବାରଟାର ସମସ୍ତ ପଇତି ମୋତି ଉପରେ ପଡ଼ିଲା। ଏବେ ଦିନକୁଦିନ ସେ ଭାଙ୍ଗିପଡ଼ୁଛି। ଯୌବନ ଅନେକ ଦିନୁ ମୋତି ପାଖରେ ଇସ୍ତଫା ଦେଇ ଯାଇଥିଲେ, ବାକୀ ଥିଲା ସ୍ଵାସ୍ଥ୍ୟ, ସେ ବିଦାୟ ନେବା ପୂର୍ବରୁ ଆଉ କେତେଜଣଙ୍କୁ ତା ସ୍ଥାନରେ ମୁକରିର କରି ଦେଇଗଲା-ଶ୍ଵାସ କାଶ, ପେଟମରା, ଅଜୀର୍ଣ୍ଣ ଇତ୍ୟାଦି-। ମୋତି ମଧ୍ୟ ବଡ଼ଲୋକ ମା ଓ ଚକରାଣୀ ବୋଲି ଦୁଃସ୍ଥ ରୋଗଗୁଡ଼ିକୁ ନିରାଶ୍ରୟ କରିବାକୁ ଠିକ୍ ମନେ କଲା ନାହିଁ। ସେମାନଙ୍କ ଭରଣ ପୋଷଣ ପାଇଁ ନିଜର ରକ୍ତ ବିନିମୟ କରିବାକୁ ତିଳେ ପାଶ୍ଚାତ୍ପଦ ହେଲେ ନାହିଁ। ଗାଧୋଇଲା ତ ଖାଇଲା ନାହିଁ, ଖାଇଲା ତ ଶୋଇଲା ନାହିଁ-କାମ କରୁଛି ତ ବିଶ୍ରାମ ନାହିଁ। କାର୍ଯ୍ୟଗତିରେ ମୁରାରି ଆଉ ପଳାଶପୁର ଯାଇ ପାରିନାହିଁ। ହଠାତ୍ ବାପା ଅସୁସ୍ଥ ଥିବାର ଖବର ପାଇ କଟକ ଚାଲିଗଲା। ପରେ କଲେଜ ଖୋଲିବାରୁ ପାଟନା ଚାଲିଯାଇଛି। ଅବସର ମୋଟେ ପାଇଲା ନାହିଁ, ଆଉ କୌଣସି କଥା କରିବା ପାଇଁ। ଦଶହରାକୁ ମଧ୍ୟ ସେ ଘରକୁ ଆସିଲା ନାହିଁ। ସାଙ୍ଗମାନଙ୍କ ସହ କଲିକତା ବୁଲି ବାହାରିଲା। ଆସିଲା ଯାଇଁ ବଡ଼ଦିନ ଛୁଟିରେ। ପତ୍ନୀ ବିୟୋଗ ବିଧୂର ଗ୍ରାମର ଭୂବନାନନ୍ଦ ବାବୁ ମଧ୍ୟବିତ ଧରଣର ଲୋକ। ମୁଠା ଖାଇପିଇ ଦୁଖେ ସୁଖେ ଦିନ କଟେଇ ଦିଅନ୍ତି। ନିକଟରେ ପତ୍ନୀଙ୍କ ଅକାଳ ବିୟୋଗରେ ହୃଦୟ ଭାଙ୍ଗିପଡ଼ିଲା। ସ୍ଥିର କଲେ ଗ୍ରାମରେ ଗୀତିଏ ଅନାଥାଶ୍ରମ ପ୍ରତିଷ୍ଠା କରି,। ନିଜର ଅବଶିଷ୍ଟ ଜୀବନ ତହିଁରେ ନିୟୋଗ କରି ପତ୍ନୀବିୟୋଗ ଭୁଲିଯିବେ। ମନ ଥିଲେ ଉପାୟ ଆପେ ଆପେ ଆସିପାରେ, କିନ୍ତୁ ଭୁବନାନନ୍ଦଙ୍କ ପାଇଁ ତାହା ଘଟିଲା ନାହିଁ। ବହୁତ କଷ୍ଟରେ ତାହା ସାଧ୍ୟ କରିବାକୁ ପଡ଼ିଲା। ଯତ୍ରେକୁତ୍ରେ ଆଶ୍ରମଟି ପ୍ରତିଷ୍ଠିତ ହେଲା। ସେତେବେଳେ ମୋତି ସମାଜର ବାହାରେ। ଏବେ ସମାଜ ଆଉ ତା ପାଇଁ କଙ୍ଗାଳ ନୁହେଁ। ପରିବାର ତାଠାରୁ ଅଧିକ କିଛି ଆଶା କରିପାରେନା। ତାହାରି ଗହଣାଗାଣ୍ଠିତକ ତା'ଠାରୁ ସମାଜ ହାତକୁ ଯାଇଛି। ବାବୁଘରୁ ବାହାରି ଯିବାର ବର୍ଷେ କାଳ ସେ ତାରି ଉପରେ ନିର୍ଭର କରି ଚାଳିଲା। ବର୍ତ୍ତମାନ ସେ ରୁଗ୍ଣା-ଅକର୍ମଣ୍ୟା। ତାହାରି କୌଣସି ଦାୟିତ୍ଵ ଗ୍ରହଣ କରିବା ପାଇଁ ବର୍ତ୍ତମାନ କେହି ପ୍ରସ୍ତୁତ ନୁହନ୍ତି। ମାତ୍ର ଅନାଥାଶ୍ରମଟିକୁ ସାର୍ଥକ କଲା ପହିଲୁ ମୋତି। ତା'ର ସମସ୍ତ ଭାର ବହନ କରିବ ବୋଲି ଆଶ୍ରମଟି ମଧ୍ୟ ଆଗେ ନିଜର ଅସ୍ତିତ୍ଵ ଘୋଷଣା କରିଦେଲା ସର୍ବ ସମକ୍ଷରେ। କିନ୍ତୁ ଜଗତରେ କାହାରିଠାରେ ଋଣୀ ହେବାପାଇଁ ମୋତି ଆସି ନଥିଲା। ଅନାଥାଶ୍ରମରେ ରହିବାର ତେର ଦିନ ପରେ ସେ ପୃଥିବୀରୁ ନେଲା ବିଦାୟ। ଶବଟା ଦାହ କରିବାକୁ ଅନେକ ଅମତ ହେଲେ ମଧ୍ୟ ଭୂବନାନନ୍ଦଙ୍କ ଯୋଗୁ ତାହା କରାଯିବାର ସ୍ଥିରୀକୃତ ହେଲା। ମାତ୍ର କଥା ହେଲା ଶବଦାହ ହେବ କିପରି। ସେଥିପାଇଁ ଭୂବନାନନ୍ଦ ଯେତେବେଳେ ମୋତିର ଭୂତପୂର୍ବ ମୁନିବଙ୍କର ଦ୍ଵାରସ୍ଥ ହେଲେ, ସେ ସମାଜର ଆଉ ଗୋଟିଏ ରୂପର ପରିଚୟ ପାଇ, ନିଜର ଅଭିଜ୍ଞତା ପ୍ରତି ଯଥେଷ୍ଟ ଅବମାନନା ପୋଷଣ କରି ନୀରବ ରହିଲେ। ସହକର୍ମୀ ପୁରନ୍ଦର ପାଇଁ ସତ୍କାର କାର୍ଯ୍ୟ କିନ୍ତୁ ବାକୀ ରହିଲା ନାହିଁ। ଅନାବାଦୀର ଜନ୍ଦାଖାଇ ଗଛଟାକୁ କାଟି ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ କରିବାରେ ସେ ଯତ୍ନବାନ୍ ହେଲେ। ବୈସୁଲତାନି ନିଲାମରେ ସେତେବେଳକୁ ମୁକୁନ୍ଦପୁର ମୌଜା-କୃଷ୍ଣପୁରର ନାଏବ, ପଳାଶପୁର ବନମାଳି ମହାନ୍ତିଙ୍କର ହସ୍ତଗତ ହୋଇଥାଏ। ମୋତି ମୃତ୍ୟୁର ପନ୍ଦର ଦିନ ମଧ୍ୟରେ ଅନାଥାଶ୍ରମର ପ୍ରତିଷ୍ଠାତା ଭୁବନାନନ୍ଦ ବାବୁ